ସ୍ତ୍ରୀଲୋକଟି କହିଲେ–ଏପରି ଚା ପିଇବା ଆମର ଅଭ୍ୟାସ। ଜହ୍ନମାମୁଁ କହିଲେ–ତମର ଏ ମାଛ ତରକାରୀ ବଡ଼ ସୁଆଦ ଲାଗିଲା। ମାଛ ପାଇଲ କୁଆଡ଼ୁ? ପୁରୁଷ ଲୋକ କହିଲେ–ଆମ ଦେଶରେ ମାଛର ଅଭାବ ନାହିଁ। ଚାରିଆଡ଼େ ସମୁଦ୍ର। ଦେଶ ଭିତରେ ଅନେକ ନଈନାଳ ଅଛି। ଆମେ ଲୁଣି ମାଛ ପାଉ, ମଧୁର ମାଛ ବି ପାଉ। ଜହ୍ନମାମୁଁ–ମାଛ ଧର କିପରି? ପୁରୁଷଲୋକ–ମାଛ ଧରିବାର ଅନେକ। କୌଶଳ ଆମେ ଜାଣୁ। କାହ୍ନୁ ପଚାରିଲା–ଜାଲରେ? ପୁରୁଷଲୋକ–ହଁ ଜାଲରେ ତ ଧରୁ, ତା'ଛଡ଼ା ଆମେ ଗୋଟାଏ ଜାତିର ପକ୍ଷୀ ପାଳୁ। ପକ୍ଷୀଗୁଡ଼ିକ ଆମକୁ ମାଛ ଧରି ଦିଅନ୍ତି। କାହ୍ନୁ–ସତେ? ପୁରୁଷଲୋକ–ଏଗୁଡ଼ିକ ଗୋଟାଏ ଜାତିର ସମୁଦ୍ରକୁଆ–ଭାରି ପେଟୁ। ପକ୍ଷୀଗୁଡ଼ିକୁ ନେଇ ଅନ୍ଧାର ପକ୍ଷ ରାତିରେ ଆମ ଡଙ୍ଗାରେ ଚଢ଼ି ନଈ ଭିତରକୁ ଯାଉ। ଡଙ୍ଗା ପଛପଟେ ଲମ୍ବା ବାଉଁଶରେ ଝୁଲାଇ ଗୋଟାଏ ଟୋକେଇ ବାନ୍ଧି ଦେଉ। ଟୋକେଇଟି ଲୁହା ପାତିଆ କିମ୍ବା ତାରରେ ତିଆରି ହୋଇଥାଏ। ଟୋକେଇରେ ନିଆଁ ଜାଳି ଦେଉ। ନିଆଁ ଦେଖି ମାଛସବୁ ଡଙ୍ଗା ପାଖକୁ ଆସନ୍ତି। ସେତେବେଳେ ଆମେ ଏହି ପକ୍ଷୀଗୁଡ଼ିକ ଛାଡ଼ିଦଉ। ସେମାନେ ଥଣ୍ଟରେ ଗୋଟାକୁ ଗୋଟା ମାଛ ଧରି ଆଣନ୍ତି। ତାଙ୍କ ଗଳାରେ ମୁଦି ପିନ୍ଧାଇ ଦିଆଯାଏ। ତେଣୁ ସେମାନେ ମାଛ ଗିଳି ପାରନ୍ତି ନାହିଁ-। ପକ୍ଷୀଙ୍କ ଗୋଡ଼ରେ ସୂତା ବନ୍ଧା ହୋଇଥାଏ। ସେମାନେ ପଳାଇଯାଇପାରନ୍ତି ନାହିଁ। ତା' ପରେ କାହ୍ନୁ ଓ ଜହ୍ନମାମୁଁ ଟିକିଏ ବିଶ୍ରାମ ନେଲେ। ଭାରି ଗୁଳୁଗୁଳି ହେଉଥାଏ। ଜହ୍ନମାମୁଁ ଗୋଟିଏ ପଙ୍ଖା ମାଗିଲେ। ଜାପାନୀ ବାଳିକାଟି ଦୌଡ଼ିଯାଇ ଗୋଟିଏ ପଙ୍ଖା ଆଣି ଦେଲା। ପଙ୍ଖାଟିକୁ ହାତକୁ ନେଇ ଜହ୍ନମାମୁଁ ଦେଖିଲେ ଯେ ଏହା ଖୁବ୍ ହାଲୁକା। ଏଥିରେ ବେଶ୍ ପବନ ହେଉଛି। କାହ୍ନୁ ବିଞ୍ଚିହେବାପାଇଁ ଜହ୍ନମାମୁଁଙ୍କୁ ପଙ୍ଖାଟି ମାଗିଲା। ଏହା ଦେଖି ବାଳିକାଟି କାହ୍ନୁକୁ ଆଉ ଗୋଟିଏ ପଙ୍ଖା ଆଣିଦେଲା। କାହ୍ନୁ ପଙ୍ଖାଟି ହାତରେ ଧରି ଏପାଖ ସେପାଖ କରି ଦେଖିଲା। କହିଲା–ବାଃ, ଏଥିରେ ପୁଣି ଚିତ୍ର କରାହୋଇଛି! କାହ୍ନୁ ବାଳିକାକୁ ପଚାରିଲା–ଏ ପଙ୍ଖା କାହିଁରେ ତିଆରି ହୋଇଛି? ବାଳିକା–ବାଉଁଶ ଓ କାଗଜରେ। ଆଉ ଏ ଚିତ୍ର ଯେ ଦେଖୁଛ, ଏହା ହେଉଛି ଆମ ଦେଶର ଗୋଟିଏ ପର୍ବତର, କେତେଗୁଡ଼ିଏ ଫୁଲର ଓ ଫାର୍ ଗଛର ଚିତ୍ର। କାହ୍ନୁ–ଫାର୍ ଗଛ? ଏ ଗଛର ନାମ ମୁଁ କେବେ ଶୁଣି ନାହିଁ। ବାଳିକା–ଆମ ଦେଶର ପାହାଡ଼ିଆ ଅଞ୍ଚଳରେ ଏ ଗଛ ଜନ୍ମେ। ସେଠିକାର ଜଳବାୟୁ ଥଣ୍ଡା। ଥାନା ଜଳବାୟୁରେ ଫାର୍ ଗଛ ଭଲ ଉଧାଏ। ଏହିପରି କଥାଭାଷା ହେଉ ହେଉ କାହ୍ନୁ ଓ ଜହ୍ନମାମୁଁଙ୍କୁ ଛାଇନିଦ ଲାଗିଗଲା। ଉଠିଲାବେଳକୁ ବେଳ ରତରତ ହେଲାଣି। ଜାପାନୀ ସ୍ତ୍ରୀଲୋକଟି ଦୁଇ ପିଆଲା ଚା ଆଣିଦେଲା। ଚା ପିଇସାରି କାହ୍ନୁ ଓ ଜହ୍ନମାମୁଁ କହିଲେ–ତମ ଦେଶ ଦେଖିବାକୁ ଆସୁଛି; ଆମ ସାଙ୍ଗରେ କେହି ଆସୁ, ବୁଲି ଆସିବା। ଜାପାନୀ ବାଳକଟି ଆଗଭର ହୋଇ କାହ୍ନୁ ଓ ଜହ୍ନମାମୁଁଙ୍କ ସଙ୍ଗରେ ବାହାରିଲା। ସେମାନେ ପ୍ରଥମେ ଯାଇ ପହଁଚିଲେ ଗୋଟାଏ ସଡ଼କରେ। ସଡ଼କରେ ବହୁତ ଲୋକ ଓ ଯାନବାହାନ ଚଳପ୍ରଚଳ ହେଉଥାନ୍ତି। ଲୋକମାନଙ୍କ ବେଶଭୂଷା ରଙ୍ଗଢଙ୍ଗିଆ ଧରଣରେ। ପୁରୁଷଲୋକମାନେ ଢିଲା ପାଇଜାମା ଓ ଲମ୍ବ କୁରୁତା ପିନ୍ଧିଥାନ୍ତି। ଅଣ୍ଟାରେ ଗୋଟିଏ ପଟି ଭିଡ଼ା ହୋଇଥାଏ। କୁରୁତାଗୁଡ଼ିକ ନାଲି, ହଳଦିଆ, ନେଳି, ବାଇଗଣି–ଇମିତି କେତେ ରଙ୍ଗର ହୋଇଥାଏ। ସ୍ତ୍ରୀମାନଙ୍କ ବେଶଭୂଷା ଆହୁରି ସୁନ୍ଦର। ସେମାନେ ନାନା ରଙ୍ଗରେ ଚିତ୍ରିତ ରେଶମ ତିଆରି ପୋଷାକ ପିନ୍ଧିଥାନ୍ତି। ଏହା ଗଳାଠାରୁ ପାଦଯାଏଁ ଲମ୍ବିଥାଏ। ବାଳକମାନେ ଢିଲା ପାଇଜାମା ଓ କୁର୍ତ୍ତା ପିନ୍ଧି ଅଣ୍ଟା ଉପରେ ଖଣ୍ଡେ ନାଲି ଫିତା ଗୁଡ଼ାଇଥାନ୍ତି। ବାଳିକାମାନେ ଭିନ୍ନ ଭିନ୍ନ ପ୍ରକାରର ରେଶମୀ ପୋଷାକ ପିନ୍ଧିଥାନ୍ତି। ଏମାନଙ୍କ ପୋଷାକରେ ରଙ୍ଗିନ୍ ସୂତାର ନାନା ପ୍ରକାର ଫୁଲ ବୁଣା ହୋଇଥାଏ। ସେମାନେ ଅଣ୍ଟାରେ ଗୋଟିଏ ଗୋଟିଏ କାଗଜର ଛତା ଧରିବା ସ୍ତ୍ରୀଲୋକମାନଙ୍କର ଅଭ୍ୟାସ। ସ୍ତ୍ରୀଲୋକ ଓ ପୁରୁଷଲୋକମାନେ ପାଦରେ କଠଉ ପିନ୍ଧିଥାନ୍ତି। କାହ୍ନୁ ଦେଖିଲା, କେତେକ ବାଳିକା ସେମାନଙ୍କ ପିଠିରେ ଗୋଟିଏ ଗୋଟିଏ ସାନପିଲାଙ୍କୁ ଲାଉକରି ନେଇଯାଉଛନ୍ତି। ଏ ଦୃଶ୍ୟ କାହ୍ନୁ ଓ ଜହ୍ନମାମୁଁଙ୍କୁ ବଡ଼ କୌତୁକଜନକ ବୋଧ ହେଲା। କାହ୍ନୁ ବାଳକକୁ କହିଲା–ଏ ତ ବଡ଼ ବିଚିତ୍ର ଦୃଶ୍ୟ। ସାନ ପିଲାଗୁଡ଼ିକ ବାଳିକାଙ୍କ ପିଠିରୁ ଖସି ପଡ଼ନ୍ତି ନାହିଁ? ବାଳକ–ନାଁ, ଶିଶୁମାନେ ବାଳିକାଙ୍କ ପିଠିରେ ବନ୍ଧା ହୋଇଥାନ୍ତି। ସାନ ବାଳିକାମାନେ ଚାଲିବାକୁ ଶିଖିଲେ ତାଙ୍କ ପିଠିରେ ଗୋଟିଏ ଗୋଟିଏ କଣ୍ଢେଇ ବାନ୍ଧି ଦିଆଯାଏ।